ପିଲାଏ ଆନନ୍ଦ ହେଲେ। ସୁମି ଉଡ଼ାଜାହାଜ ଶବ୍ଦକୁ କାନେଇ ରହିଲା। ଉଡ଼ାଜାହାଜ କଣ ସତରେ ସେ ବାଟ ଦେଇ ଫେରିବ ଆଉ। ବୈତରଣୀ-ଦୋବଲ ମାଟି ସଡ଼କଟି ଭାଙ୍ଗି ଛିନ୍ନ ଛତ୍ର ହୋଇଯାଇଚି। ରାସ୍ତା ଉପରେ ସୁଅ, ଅଣ୍ଟେ ବେଳେ-ଛାତିଏ ପାଣି। ସ୍ଥାନେ ସ୍ଥାନେ ଦୁଇ ପୁରୁଷ ଗଭୀର। ଡଙ୍ଗା ବା ପକେଇବ କିଏ। ନନ୍ଦେ ସେତେବେଳକୁ କ୍ଳାନ୍ତ ହୋଇଗଲେଣି। ଆଗରେ ଗୋଟାଏ ମୋଡ଼ି' ପାରି ହେବାକୁ ସାହସ ହେଲା ନାଇଁ। ଏତିକିବେଳେ ଗୋଟିଏ କାଠଗଡ଼ ଭାସି ଆସିଲା। ରାମାନନ୍ଦେ ଗୋଟାଏ ଲମ୍ଫ ଦେଇ କାଠଗଡ଼ଟିକୁ ଧରିଲେ। ଆଶ୍ରା ପାଇବାରୁ ମନରେ ଯଥେଷ୍ଟ ସାହସ ହେଲା। କାଠ ଗଡ଼ଟି ସୁଅ ମୁହଁରେ ଅନୁକୂଳ ଗତିରେ ଚାଲିଛି। ଗତି ତାର ଦୋବଲ ଆଡ଼କୁ। ରାମାନନ୍ଦେ ଆନନ୍ଦ ହେଲେ। କିଛି ବାଟ ଗଲା ପରେ ହଠାତ୍ ସୁଅ ଗତି ବଦଳି ଗଲା-ରାମାନନ୍ଦେ ବାଧ୍ୟ ହୋଇ କାଠ ଗଡ଼ଟିକୁ ଛାଡ଼ି ସୁଅ କଟା ପହଁରା ଦେଲେ। ସ୍ଥାନେ ସ୍ଥାନେ ଚାଲିବାକୁ ସୁବିଧା ମିଳୁଥାଏ। ରାମନନ୍ଦଙ୍କ ପରିଧେୟ ଏକ ମଳିଆ, ଓଦା ଲୁଗା। ଉପରେ ଗାମୁଛାଟାଏ ଗୁଡ଼ା ହୋଇଚି। ତାଙ୍କର ଏ ଅବସ୍ଥା ଦେଖି ଦୋବଲ ବଜାରର ଜନତା ବିସ୍ମୟରେ ଘେରିଗଲେ। ସାଙ୍ଗେ ସାଙ୍ଗେ ପଡ଼ିଗଲା ଏକ 'ହୋ' ଚହଳ। ବଢ଼ି-ବଢ଼ି-ନନ୍ଦଙ୍କ ଗାଁ, ଘର ଭାସି ଯାଇଚି। ସମସ୍ତେ କାବା-। ଏପରି କି ବଢ଼ି ହେଲା କି? ସାଙ୍ଗେ ସାଙ୍ଗେ ବଢ଼ି ଦେଖିଯିବା ଲାଗି ଲୋକେ ବାହାରି ପଡ଼ିଲେ। ସାଇକେଲ ଦୋକାନର କେତେକ ସାଇକେଲ ଭଡ଼ା ଲାଗିଗଲା। ଘଣ୍ଟାକୁ ଚାରିଅଣା-ତିନିଅଣା କରି। ଜନତା ମନରେ ଏକପ୍ରକାର ଉତ୍ସାହ ଅର୍ନ୍ତସ୍ରୋତା ଆନନ୍ଦର ଧାରା ଉପରକୁ ଦୁଃଖ-ଆହା, ଆହା, ଚ ଚ ଇତ୍ୟାଦି। କେତେକଙ୍କର ରିଲିଫ୍ ବାଣ୍ଟି ଲୋକଙ୍କୁ ଉଦ୍ଧାର କରି ବାହାବା ନେବାର ସୁଯୋଗ ପାଇବା ବେଳ। କେତେକ ଦେଖିବେ ବଢ଼ିର ସ୍ୱରୂପ- ଯେଉଁମାନେ ଜନ୍ମରୁ ବଢ଼ି ଦେଖି ନାହାନ୍ତି। ସମବେଦନାରୁ ପୁଳାଏ ଧରି ନନ୍ଦଙ୍କ ସାମ୍ନାରେ ଆସି ପହଞ୍ଚିଲା ଚନ୍ଦ୍ର। ତାଙ୍କର ବନ୍ଧୁ। ପାନ-ବିଡ଼ି ଗୁଡ଼ାଖୁ ବିକେ। ଆରସୀ-ପାନିଆ ଆଦି ମନୋହରୀ ପଦାର୍ଥ ବି ରଖିଚି। ବାସନା ତେଲ, ସାବୁନ ମଧ୍ୟ। ନନ୍ଦଙ୍କର କାଲିରୁ ଉପାସ। ଘର ନାହିଁ। ଚନ୍ଦ୍ର ଛାତି ଭିତରଟା ଗୋଳେଇ ହୋଇଗଲା। ବନ୍ଧୁର ଦୁଇଟି ହାତ ଧରି ସେ ସାଙ୍ଗେ ସାଙ୍ଗେ ଟାଣି ନେଇଗଲା ଗୁଡ଼ିଆ ଦୋକାନକୁ, ରାମାନନ୍ଦେ କ୍ଳାନ୍ତି ମେଣ୍ଟାଇଲେ। ପୁରୀ-ବିରିବରା-ଆଳୁଦମ୍। ''-ଖା ନନ୍ଦ, ଖା-ଖା, କାଲିରୁ ଉପାସ ରହିଚୁ ଯେ-। ମୋ କଥାମାନ ନନ୍ଦ, କଥା ରଖ। ମୁଁ ତୋର ପିଲା ଛୁଆଙ୍କ ଲାଗି ବ୍ୟବସ୍ଥା କରି ଦେଉଚି। '' ଚନ୍ଦ୍ର ଜିଦ୍ଦି,-ସେ ଖାଇବହିଁ ଖୋଇବ। ଆରେ ତୁ ନ ଖାଇବୁ କିଆଁ? '' ତୁ ପହିଲେ ବଞ୍ଚିଲେ ତ ସେମାନେ ବଞ୍ଚିବେ। ଚନ୍ଦ୍ର ଠିକ୍ କଥା କହୁଚି। ହେଲେ, ସୁମି ଖାଇନି କାଲିରୁ। ତାର ପ୍ରଥମେ ଖାଇବା ଦର୍କାର-। ନନ୍ଦଙ୍କଠାରୁ ବେଶି ଭୋକିଲା ସୁମି-ଟୁନୀ-ବୁଲୁ। ମା' ଭୋକ। ବାପା ଏତେବେଳଯାଏଁ ଆସୁନାହାନ୍ତି କାହିଁକି ମା? ଆମକୁ ଏଠି ଛାଡ଼ିଦେଇ ସେ କଣ ଭୁଲିଗଲେ। ଆସିବେ ଲୋ ଆସିବେ। ଆଉ ଟିକେ ରହ। ମୋ ମା'ଟା ପରା। ଅସୁବିଧା ବାଟ ପରା। ଖାଲି ସାନ୍ତ୍ୱନା। ମା' ମାନେ ଭାରି ଭୁଲେଇ ଜାଣନ୍ତି। ନନ୍ଦେ ଚନ୍ଦ୍ରର ହାତ ଧରି ପକେଇ କହିଲେ-ମୋର ଛୁଆ ପିଲାଙ୍କୁ ଟିକିଏ ଆଶ୍ରୟ ଦେବୁ ଚନ୍ଦ୍ର। ଯେତେ ଛୋଟ ହେଉ ପଛେ ତୋର ଘର। ଖାଲି ଦୁଇମାସ ଭିତରେ ମୋର ଘରଟା ଉଠେଇ ନେବି। ଚନ୍ଦ୍ର ହସି ହସି କହିଲା-ସବୁ କରିବି ତୁ ଯା। ଆଜିରେ ଏଠିକି ପଳେଇ ଆସିବୁ। ବୁଝିଲୁ। ଚନ୍ଦ୍ର ଆଉ ଏକ ଗାମୁଛାରେ ସେ ଚୁଡ଼ା-ମିଠେଇ ଆଦି ବାନ୍ଧିଦେଲା। ନନ୍ଦେ ଫେରିଲେ। ବେଳ ଆସି ତିନିଟା ହେଲାଣି। ସୁମି ଏତେ ସମୟ ଧରି କେବେ ହେଲେ ଉପାସ ରହିନାଇଁ। ତାଙ୍କର ଆଖି ସାମ୍ନାରେ ନାଚିଗଲା ସୁମିର କାନ୍ଦ କାନ୍ଦ ମୁହଁ। ସେ ଚାଲୁ ଚାଲୁ ଦଉଡ଼ିବା। ଆରମ୍ଭ କରିଦେଲେ। ଲୋକେ ତାଙ୍କୁ ପାଗଳ ଭାବିଲେ ଭାବନ୍ତୁ। ସୁମିର ଡାକ ଏଡ଼ିଦେବା ତାଙ୍କ ପକ୍ଷରେ କଷ୍ଟ। ଧୂଳି ପଡ଼ିଲା। ରାସ୍ତା ପାଖରେ ବୁଲା କୁକୁରମାନେ ଭୁକି ଉଠିଲେ -କେହି କେହି କିଛିବାଟ ପିଛା ଧରିଲେ ବି। ବାଟୋଇ କ୍ଷଣେ ଠିଆ ହୋଇ ଅନେଇଲେ।